ମ୍ୟାକ୍ମାର୍ଡ଼ୋ ମ୍ୟାକ୍ଜିଣ୍ଟି ରହିଥିବା ଦୁଆରମୁହଁ ପାଖକୁ ଚାଲିଯାଇ ବନ୍ଦ ହୋଇଥିବା କବାଟର ଏପାଖରୁ ଫୁସ୍ ଫୁସ୍ କରି କହିଲା, ''ବୋଧହୁଏ ଆସିଗଲାଣି, ପ୍ରସ୍ତୁତ ହୋଇଯାଅ। '' ସେମାନେ ଯାହା ବା ଟିକିଏ ଖସରଖସର ହେଉଥିଲେ, ତାହା ବନ୍ଦ କରିଦେଲେ। ନିଃଶ୍ୱାସ ମଧ୍ୟ ଜୋର୍ରେ ପକାଇଲେ ନାହିଁ। ପଥର ମୂର୍ତ୍ତି ଭଳି ଅନ୍ଧାରଭିତରେ ଦୁଇ କାନ ଠିଆକରି ବସିରହିଲେ। ଇଙ୍ଗିତରେ ସେମାନଙ୍କୁ ସାବଧାନ କରାଇଦେଇ ଭାବୀ ସର୍ଦ୍ଦାର ମ୍ୟାକ୍ମାର୍ଡ଼ୋ ଦାଣ୍ଡକବାଟ ଫିଟାଇ ଦେବାପାଇଁ ବାହାରକୁ ଆସିଲା। ଅନ୍ଧାର ଘରଭିତରେ ବନ୍ଦହୋଇ ରହି ମ୍ୟାକ୍ଜିଣ୍ଟି ଓ ତା ଅନୁଚରମାନଙ୍କ ବକ୍ଷର ସ୍ପନ୍ଦନ ଶତଗୁଣ ଦ୍ରୁତଗତିରେ ଚାଲୁଥାଏ। ମନରେ ଆନନ୍ଦର କଳ୍ପନା ଖେଳିଯାଉଥାଏ। ଆଜିଠାରୁ ସେମାନେ ଶତ୍ରୁଶୂନ୍ୟ ହେବେ। ସାରା ଆମେରିକାରେ ତାଙ୍କୁ ଜବତ କରିବାକୁ ଆଉ କେହି କେବେ ହେଲେ ସାହସ କରିବ ନାହିଁ। ଭାଗ୍ୟକୁ ମ୍ୟାକ୍ମାର୍ଡ଼ୋ ଆସି ଦଳରେ ମିଶିଥିଲା ବୋଲି ସିନା! ବାହାରେ ମସ୍ମସ୍ ପାଦଶବ୍ଦ ଶୁଣାଗଲା। କିଏ ଯେପରି ଆସି ପାଖ ଘରେ ବସିଲା। ମ୍ୟାକ୍ମାର୍ଡ଼ୋ ଫେରିଆସି ସେ ଘର ଦୁଆରମୁହଁ ପାଖରେ ପହଞ୍ଚିବା ମାତ୍ରକେ ମ୍ୟାକ୍ଜିଣ୍ଟି ଅତି ନିମ୍ନ ସ୍ୱରରେ ପଚାରିଲା, 'ସେ ପାଜି ଆସିଲା? ' ସେହିପରି ଧୀର ଗଳାରେ ମ୍ୟାକ୍ମାର୍ଡ଼ୋ ଉତ୍ତରଦେଲା, ''ହଁ, ମହାମାନ୍ୟ ସର୍ଦ୍ଦାର। '' ମ୍ୟାକ୍ଜିଣ୍ଟିର ଉତ୍ତେଜନା ସହସ୍ର ଗୁଣ ବଢ଼ିଗଲା। ସେ ସେହି ସ୍ୱରରେ ପୁଣି ପୁଚ୍ଛାକଲା, ''କାହିଁ ସେ? '' ଘରର ଆଲୁଅ ହଠାତ୍ ଜଳିଉଠିଲା। ମ୍ୟାକ୍ମାର୍ଡ଼ୋ ଘରର ଦୁଆରମୁହଁରେ ଛାତି ଫୁଲେଇ ଠିଆହୋଇ କହିଲା, ''ହେଇଟି ପରା। ଆପଣମାନଙ୍କ ଚିର ଅନୁଗତ ଦାସାନୁଦାସ ବର୍ଡ଼ି ଏଡ଼ଓ୍ୟାର୍ଡ଼। '' ଯଦି ସେହି ମୁହୂର୍ତ୍ତରେ ଘରଭିତରେ ଆକାଶ ଛିଡ଼ି ପଡ଼ି ଛିନ୍ନଛତ୍ର ହୋଇଯାଇଥାଆନ୍ତା, ତା ହେଲେ ସେମାନେ ଏତେ ଦୂର ବିସ୍ମିତ ହୋଇ ନ ଥାନ୍ତେ। ଏତେ କାଳ ଯାହାକୁ ଅତି ବିଶ୍ୱାସୀ ସଙ୍ଗୀରୂପେ ପାଇ ସେମାନେ ଗର୍ବ ଅନୁଭବ କରୁଥିଲେ, ଯେ ସେମାନଙ୍କର ସମସ୍ତ ଅଭିସନ୍ଧି ଜାଣେ–ସେହି ମ୍ୟାକ୍ମାର୍ଡ଼ୋ ପୁଣି ସେମାନଙ୍କର ବଡ଼ ଶତ୍ରୁ ବର୍ଡ଼ି ଏଡ଼ଓ୍ୟାର୍ଡ଼; ଆମେରିକାର ସୁପ୍ରସିଦ୍ଧ ଗୋଏନ୍ଦା। ଏହି ଅଭୂତପୂର୍ବ ବିସ୍ମୟ ଓ ଆଘାତରେ ମ୍ୟାକ୍ଜିଣ୍ଟି ଓ ତାର ଅନୁଚରବୃନ୍ଦ ଏତେଦୂର ହତବୁଦ୍ଧି ହୋଇଗଲେ ଯେ, କେଡ଼େ ବଡ଼ ବିପଦରେ ସେମାନେ ପଡ଼ିଅଛନ୍ତି, ସେ ଅନୁଭୂତି ଟିକକ ସେମାନଙ୍କର ଲୋପପାଇଗଲା। ମୁହୂର୍ତ୍ତକ ପରେ ଟିକିଏ ଚେତନା ଆସିଯିବାରୁ ମ୍ୟାକ୍ଜିଣ୍ଟି ପକେଟ୍ ଭିତରୁ ରିଭଲଭର କାଢ଼ିବାକୁ ଯାଇ ଦେଖିଲା, ପଛ ପାଖ ଝରକା ବାଟେ ତିନି ତିନିଟା ଦୁଇ ନଳା ବନ୍ଧୁକ ତା ମୁଣ୍ଡକୁ ଲକ୍ଷ୍ୟ କରି ଚାହିଁ ରହିଅଛି। ଆଗ ଦୁଆରମୁହଁ ପାଖରେ ସଜ୍ଜିତ ରାଇଫଲଧାରୀ ବହୁସଂଖ୍ୟକ ସୈନ୍ୟଫଉଜ। ଦୁଃଖ ଓ କ୍ଷୋଭରେ ତା ପାଟିରୁ ବାହାରିପଡ଼ିଲା, ''ଅସଲ ଶିକାରୀ କୁତ୍ତା ବୋଲି ମୁଁ କାହାକୁ କହୁଥିଲି? ଏ ତ ଗୋଟାଏ ବାରବୁଲା କୁତ୍ତୀ'' ମ୍ୟାକ୍ମାର୍ଡ଼ୋ ହସିହସି କହିଉଠିଲା, ''ବନ୍ଧୁ, ବର୍ଡ଼ି ଏଡ଼ଓ୍ୟାର୍ଡ଼ର ଅଭିନନ୍ଦନ ଗ୍ରହଣ କର। ମୁଁ ଆଉ ମ୍ୟାକ୍ମାର୍ଡ଼ୋ ନୁହେ। ମ୍ୟାକ୍ଜିଣ୍ଟି ମହାମାନ୍ୟ ସର୍ଦ୍ଦାର ମୋର, ରିଭଲଭର ତଳେ ପକାଇଦିଅ। ବୁଝିପାରୁଛ ତ, ଆଉ କୌଣସି ଚେଷ୍ଟା କରିବା ବୃଥା। ମୁଁ ଏକ, ଦୁଇ, ତିନି ଗଣିବି। ସେହି ସମୟ ମଧ୍ୟରେ ସମସ୍ତେ ରିଭଲଭର ଏହି ଟେବୁଲ ଉପରେ ରଖିଦେବ। ନ ହେଲେ ମୋତେ ହୁକୁମ ହୋଇଛି, ଏଇ ମୁହୂର୍ତ୍ତରେ ଏଠାରେ ଗୁଳିକରି ତୁମ ସମସ୍ତଙ୍କୁ ମାରିଦେବାକୁ ତିଳେ ହେଲେ ପଛେଇବି ନାହିଁ। '' ''ଏକ, ଦୁଇ ତିନି। '' ପୋଷା ମେଣ୍ଢାଛୁଆ ଭଳି ସେହି ଦୁର୍ଦ୍ଦାନ୍ତ ନରହତ୍ୟାକାରୀ ଡକାୟତଦଳ